ଏଇ ନେ ତୋପାଇଁ ଏଇ ସାପସୂତା ଗୁଢ଼ି ଆଣିଥିଲି ରଖ। '' ତା' ଉପରକୁ କ'ଣ ପକେଇ ଦେଇ ରାଉତପୁଅ ନୀଳ ଚାଲିଗଲା। ରତନୀ ତାକୁ ଯେ କାହିଁକି ରଖିଲା ବୁଝି ପାରିଲା ନାହିଁ। ତା'ର ମନେହେଉଥିଲା ସେ ଚାଲିଗଲାବେଳେ ତା'ରି ଉପରକୁ ତା'ରି ଜିନିଷ ନେଇ ଫିଙ୍ଗି ଦେବାପାଇଁ। କିନ୍ତୁ ତା' ସେ ପାରିଲା ନାହିଁ। ଲୋଭ? ଲୋଭ ନୁହେଁ। ତା'ର କିମିତି ଦୟା ହେଲା ଏଇ ରାଉତପୁଅ ପିଲାଟା ଉପରେ। ହିଁ ପିଲା, ପିଲାଟା ନିହାତି ପିଲା। ସେ ଗୋଟେ ଖିଆଲରେ, ପିଲା ବୁଦ୍ଧିରେ ଏମିତି ନିର୍ବୁଦ୍ଧିଆ କାମଟେ କରି ପକେଇଲା ବୋଲି ରତନୀ ଜାଣିଲା ଶୁଣିଲା ମାଇପୁଟାଏ ତା' ଉପରେ ରାଗିବନା? ସେ କ'ଣ କରୁଚି ନିଜେ ହୁଏତ ବୁଝି ନାହିଁ ଅଜ୍ଞାନ। ଏଟା ଏତେ ବଡ଼ କଥା ବୋଲି ତା'ର ଧାରଣାବି ହୋଇ ନଥିବ। ଦୁନିଆରେ ସବୁକଥା ଖେଳନା ନୁହ, ସବୁ ଘଟଣା ଖେଳ ନୁହେଁ। ତୁଚ୍ଛା ଖେଳଘରବି ଦୁନିଆରେ ଦିନେ ପ୍ରକାଣ୍ତ ହେଇ ଠିଆ ହୁଏ। ସେ କଥା ସେ ବୁଝି ପାରିନାହିଁ। ତାକୁ ଟିକିଏ ହସବି ମାଡ଼ିଲା। ଦାୟିତ୍ୱ ବୋଲି ଗୋଟେ ଜିନିଷ ତାକୁ ସେ ଖେଳ ଘର ଖେଳନା ଚିହ୍ନିବ କୋଉଠୁଁ। ଅସହଜକୁ ଖାଲି ସହଜ ବୋଲି ଭାବିଲେ ଅସହଜ ସହଜ ହେଇଯାଏ ନାହିଁ। ଏଡ଼େ ବଡ଼ବଡ଼ କଥାକୁ ଖାମ୍ଖିଆଲରେ କରିଗଲେ ସେ କଥାଟାର ଓଜନ କମିଯିବ ନାହିଁ। କଲା ଲୋକର ହାତଗୋଡ଼ ଭାଙ୍ଗିଯିବା ସାର ହେବ। ବୁଝିନାହିଁ ସେ। ପିଲା ଲୋକ। ଏଇ ଅନ୍ଧାର ରାତିରେ ପେଟ ଭିତରେ ଗୋଟେ ଦୁନିଆ ଯେ ଆଖି ତରାଟି ଚାହିଁ ବସିଚି ତା'ର ସନ୍ଧାନ ସେ ପାଇ ନାହିଁ। ଏଇ କ୍ଷଣକର ଖେଳ ଘରରେ ଯେ ଆକାଶପାତାଳ ଓଲଟି ଯାଇ ପାରେ ତା'ର ଧାରଣାବି ହେଇ ନଥିବ ତା'ର। ପିଲା ଲୋକ ଅଲିଅଳ। ଭାରିଦୟା ହେଲା। ଦୟାକରି ନିଜକୁ ନିଜେ ହସି ନଥିବ ରତନୀ? ରତନୀ ପରି ଗରିବ ଛତରଖାଇ, ବାରଘରପଶୀ ମାଇପିଟାଏ ଇଏ ରାଉତଘର ପରି ବଡ଼ଲୋକଙ୍କ ପୁଅ ପୁତୁରାଙ୍କୁ ଦୟାବି କରିପାରେ। ସାପସୂତାକୁ ସେ ଫିଙ୍ଗି ଦେଲା ନାହିଁ। କାଳେ ସକାଳୁ ଉଠି କିଏ ଦେଖିବ। ପିନ୍ଧିଲାବି ନାହିଁ। ପାପ ପଇସା ଏ। ସକାଳୁ ପାଇଚି ବୋଲି ଫେରେଇ ଦେବାକୁ ଭାବିଲା। ପୁଣି ଡରିଲା କାଳେ କିଏ କ'ଣ ଭାବିବ କାଳେ ଛୁଆଟା ଧରା ପଡ଼ିବ। ଶେଷକୁ ଖୁବ୍ ଯତ୍ନ କରି କାନିରେ ବାନ୍ଧିଲା ତାକୁ। ସକାଳୁ ସକାଳୁ ଉଠି ସେ ଚାଲିଗଲା ଘରକୁ ରାତିଟା ନିହାତି ମାମୁଲି ସବୁଦିନିକା ରାତି ପରି ବିତିଥିଲା ପରାଏ ଅତି ସହଜ ସରଳ ନିଦଉଠାଣି ଅଳସ ଗତିରେ। ଏତେ ସକାଳୁବି ଅଗଣୀ ଦାଶ ପୁଅ ଦୁଃଖୀଦାଶ ଉଠି ଦୋକାନ ପିଣ୍ତାରେ ବସି ଦାନ୍ତ ଘଷୁଚି। ତାକୁ ଦେଖି ରତନୀ ଟିକିଏ ଦବକିଗଲା। ତାକୁ ଏତେ ଲାଜ କେବେ ଲାଗେ ନାହିଁ। ଆଜି ଏ ଲାଜ ସାଙ୍ଗରେ ଭୟବି ଥିଲା। ଜିଭ ଚିରୁ ଚିରୁ ଗଲା ଖଙ୍କାର ମାରିବାବେଳେ ରତନୀ ଡରିଗଲା ତାକୁ ଆଉ ଇଙ୍ଗିତ କରୁନାହିଁ ତ ସେ। ଏଇ ଦୁଃଖୀ ଦାଶ। ସମସ୍ତେ କହନ୍ତି, ମଣିଷନୁହେଁ ଦେବତା। ଅଗଣିଦାଶ ପୁଅ ଦୁଃଖୀଦାଶ। ଏଇ ବୀଜରୁ ଏଇ ତରୁ! ସକାଳୁ ଉଠି ଅଗଣିଦାଶ ମୁହଁ ଚାହିଁଲେ ଯଶ ନାହିଁ। ବଇଷିମ ଦାଶ ବୋଲି ବୁଢ଼ା ନାଆଁ ପଡ଼େ। ନାଆଁ ଧରି କେହି ଡାକନ୍ତି ନାହିଁ। ତା'ରି ପୁଅ ଦୁଃଖୀ ଦାଶ। ବାପପୁଅ ଆକାଶପାତାଳ ତଫାତ। ଗରିବର ଦୁଃଖ ଦେଖିଲେ ଦୁଃଖୀଦାଶ ସହିପାରେ ନାହିଁ। ଗାଁଯାକର ଭଲମନ୍ଦ ତା' କାନରେ ପଡ଼େ। ଗାଁଯାକର ବୋଝ ଯେମିତି ତା'ରି ମୁଣ୍ତରେ। ବାପପୁଅଙ୍କର ପଡ଼େ ନାହିଁ। ସେ ଅନେକ କଥା। ଦୁଃଖୀଦାଶ ପାଠ ପଢ଼ିଥିଲା ସଂସ୍କୃତ ଟୋଲ୍ରେ। ମସିହା। ଦୁଃଖୀଦାଶ ପଢ଼ୁଥାଏ ଉପାଧି। ହଠାତ ଗୋଳ ଉଠିଲା। ପଣାସଂକ୍ରାନ୍ତି ଦିନ। ଗରମ ପିଟି ଦଉଚି। ପଣାସଂକ୍ରାନ୍ତି ଛୁଟି ଦିନଟା ବୋଲି ଦୁଃଖୀଦାଶ ଘରକୁ ଆସିଥାଏ। ଏ ସବୁ ଶୁଣିବା କଥା। ଦିନେ ଧନୀ ମାଷ୍ଟର ବସି ଗପ କରୁଥିଲା ଦୁଃଖୀ ଦାଶ କଥା। ନିଧିଆ ବୋଉବି କେତେ କଥା କହିଛି। ଉଦୁଉଦିଆ ଦିପହର ବେଳ। ସମସ୍ତେ ଖାଇ ପିଇ ମାଟୁ ଘର ଛାଇ ତଳେ ଶୋଇଲେଣି-। ଦୁଃଖୀଆକୁ ଭଲ ଲାଗିଲା ନାହିଁ। ବିଞ୍ଚଣା ଧରି ଦାଣ୍ତରେ ଆସି ବସିଲା। ଘରେ ଯେମିତି ବେଶି ଗରମ ଦାଣ୍ତଠୁ।